ଏଣୁ ସବୁଦିନ ଭଳି ସେଦିନ ମଧ୍ୟ ତା' ମଇଁଷିକୁ ଘାସ ଚରିବାକୁ ଛାଡ଼ିଦେଲା ଓ ମାଲିକଙ୍କ ମଇଁଷି ମୁହଁରେ ତୁଣ୍ଡି ବାନ୍ଧିଦେଲା। ଦଡ଼ା କଥାରେ ଜମିଦାରଙ୍କର ସନ୍ଦେହ ହେଲା। ଯୋଗକୁ ସେ ସେଇଦିନ ଦଡ଼ା କଥା ପରୀକ୍ଷା କରିବାକୁ ଜଙ୍ଗଲକୁ ବାହାରିଲେ। ଯାଇ ଦେଖିଲେ ଦଡ଼ାର ମଇଁଷି ସବୁ ଆନନ୍ଦରେ ଚରୁଛନ୍ତି; ମାତ୍ର ତାଙ୍କ ମଇଁଷିଗୁଡ଼ାକର ମୁହଁ ବନ୍ଧାହୋଇଛି। ଏଣୁ ସେମାନେ ଖାଲି ମାଟି ଉପରେ ମୁହଁ ମାରୁଛନ୍ତି। ରାଗରେ ସେ ଜଳିଗଲେ ଓ ଦଡ଼ାର ମଇଁଷିଗୁଡ଼ିକୁ ଗୋଟି ଗୋଟି କରି ଖଣ୍ଡାରେ ହାଣିଦେଲେ। ଦଡ଼ା ଖୁବ୍ ହୁସିଆର। ଜମିଦାର ଚାଲିଗଲା ପରେ ସେ ଯାଇ ଜଣେ ଚମାରକୁ ଡାକିଆଣିଲା। ତାକୁ କହିଲା-ଚମାର ଭାଇ! ଏହି ମଇଁଷିମାନଙ୍କୁ ନେଇଯାଅ। ମଇଁଷିତକ ତମର ଚମଡ଼ାତକ ମୋର। ଚମାର ସେଇଆ କଲା। ଦଡ଼ା ମଇଁଷି ଚମଡ଼ାତକ ଘରେ ରଖିଲା ଓ ଦିନେ ସେଗୁଡ଼ିକୁ ଧରି ବାହାରିପଡ଼ିଲା। ଯାଉ ଯାଉ ଗୋଟିଏ ବଣପାଖେ ରାତି ହୋଇଗଲା। ଆଉ ଯାଇ ନପାରି ସେ ରାତିଟା ସେଇଠି କଟାଇବ ବୋଲି ଗୋଟିଏ ଉଚ୍ଚ ଗଛରେ ଚଢ଼ିଲା। ଚମଡ଼ା ବୋଝକ ମଧ୍ୟ ଉପରକୁ ନେଇଗଲା। କ୍ରମେ ରାତି ଅଧିକ ହେଲା। ସେହି ଗଛ ମୂଳକୁ ଚାରିଜଣ ଚୋର ଆସିଲେ। ସେମାନେ କେଉଁଠାରୁ ଚୋରିକରି ଗୁଡ଼ାଏ ମାଲ ଆଣିଛନ୍ତି। ସେହି ଗଛ ତଳେ ଆସି ସେମାନେ ସେଗୁଡ଼ିକୁ ବଣ୍ଟାବଣ୍ଟି କରିବାକୁ ଲାଗିଲେ। ଜଣେ ଚୋର କହିଲା-''ଠିକ୍ ଠିକ୍ ବଣ୍ଟାବଣ୍ଟି କର, ନହେଲେ ତୁମ ଉପରେ ବଜ୍ର ପଡ଼ିବ। '' ଦଡ଼ା ଉପରେ ରହି ସବୁ ଦେଖୁଥାଏ। ଠିକଣା ବେଳ ଦେଖି ଚମଡ଼ା ବୋଝଟିକୁ ସେ ତଳକୁ ଗଡ଼େଇଦେଲା। ହଠାତ୍ ଘଡ଼୍ଘଡ଼ି ଶବ୍ଦକରି ଚମଡ଼ା ବୋଝଟା ତଳେ ପଡ଼ିଲା। ଚୋରମାନେ ବଜ୍ର ପଡ଼ିଲା ଭାବି ଚମକି ପଡ଼ି ପ୍ରାଣ ବଞ୍ଚାଇବା ପାଇଁ ଯିଏ ଯୁଆଡ଼େ ପଳାଇଲେ। ସେମାନେ ଆଣିଥିବା ମାଲମତା ସେଇଠି ପଡ଼ିରହିଲା। ଟିକିଏ ଫରଚା ହେବାରୁ ଦଡ଼ା ଗଛରୁ ଓହ୍ଳାଇ ସବୁତକ ମାଲମତା ଧରି ଘରକୁ ଫେରିଲା। ଘରେ ପହଞ୍ଚି ଡାକ ପକାଇଲା-''ମା', ମା' ନିକିତିଟାଏ ଆଣ। ଦେଖ୍, ମୁଁ କେତେ ଜିନିଷ ଆଣିଛି। ତାକୁ ଓଜନ କରିବା। '' ମା' ଦଉଡ଼ି ଯାଇ ଜମିଦାରଙ୍କ ଘରେ ପହଞ୍ଚିଲା। କହିଲା-ଆଜ୍ଞା ଟିକେ ଆପଣଙ୍କ ନିକିତିଟା ଦିଅନ୍ତୁ। ଦଡ଼ା କ'ଣ ଧନଦରବ ଆଣିଛି। ଜମିଦାର ପଚାରିଲେ-''ସେ କେଉଁଠୁ ଧନ ଆଣିଲା? '' ''ପୁଅ ମଇଁଷି ଚମଡ଼ା ବିକ୍ରି କରି କ'ଣ ସବୁ ଆଣିଛି ବୋଲି କହୁଛି। '' ବୁଢ଼ୀ ଉତ୍ତରଦେଲା। ଜମିଦାର ଭାବିଲେ ବୁଢ଼ୀ ତ ମିଛ କହୁ ନଥିବ। ଦଡ଼ା କି ମାଲ ଆଣିଛି ତାହା ଜାଣିବା ଦରକାର। ଏଣୁ ସେ ତରାଜୁର ଗୋଟିଏ ପଲା ପଛରେ କିଛି ପାଣିଆ ଗୁଡ଼ ଲଗାଇ ତରାଜୁଟିକୁ ବୁଢ଼ୀକୁ ଦେଲେ। କେତେ ସମୟ ପରେ ବୁଢ଼ୀ ତରାଜୁଟିକୁ ଆଣି ଫେରାଇ ଦେଲା। ଜମିଦାର ଦେଖିଲେ ତରାଜୁ ପଲାତଳେ ସୁନା ମୋହରଟିଏ ଲାଗିଛି। ସେ ବୁଝିପାରିଲେ ଦଡ଼ା ଚମଡ଼ା ବିକି ବହୁତ ମୋହର ପାଇଛି। ଭାବିଲେ ତାଙ୍କ ମଇଁଷିଗୁଡ଼ିକୁ ମାରି ଚମଡ଼ା ବିକିଲେ ବହୁତ ଲାଭ ହେବ। ପରଦିନ ସକାଳେ ଜମିଦାରଙ୍କ ଆଦେଶରେ ତାଙ୍କ ମଇଁଷି ଗୁଡ଼ାଙ୍କୁ ମରାଗଲା ଓ ସେମାନଙ୍କ ଚମଡ଼ାକୁ ଜମିଦାର ଘର ଗାଡ଼ିରେ ଲଦି ହାଟକୁ ବିକିବାକୁ ବାହାରିପଡ଼ିଲେ। ଚମଡ଼ା ନେବ ଚମଡ଼ା କହି ସେ ହାଟସାରା ପାଟିକରି ବୁଲିଲେ; ମାତ୍ର କେହି ଚମଡ଼ା ନେବାକୁ ବାହାରିଲେ ନାହିଁ। କେବଳ ଜଣେ ଗ୍ରାହକ ସେତକ ମାତ୍ର ପାଞ୍ଚ ଟଙ୍କାରେ ନେବ ବୋଲି କହିଲା। ଦେଖୁ ଦେଖୁ ସଞ୍ଜ ହେଲା। ହାଟ ଭାଙ୍ଗିଲା। ଜମିଦାର ମୁହଁ ଶୁଖେଇ ଚମଡ଼ାତକ ପୁଣି ଶଗଡ଼ରେ ଲଦି ଘରକୁ ଫେରିଲେ। ଦଡ଼ାକୁ ଡାକି ପଚାରିଲେ-''କିରେ! ତୁ ମଇଁଷି ଚମଡ଼ାରୁ ବେଶ୍ ଧନ କମେଇଲୁ; ମାତ୍ର ମୋ ମଇଁଷି ଚମଡ଼ାକୁ ତ କେହି ପଚାରିଲେନାହିଁ। କଥା କ'ଣ? '' ହଜୁର ଏ ତ ଭାଗ୍ୟର କଥା। ଯାହା ଭାଗ୍ୟରେ ଯାହା ଅଛି ସେ ତା' ପାଇବ। ଦଡ଼ା କହିଲା। ଜମିଦାରଙ୍କ ମନ ରାଗ ଓ ଈର୍ଷାରେ ଜଳୁଥାଏ। ଦଡ଼ା ଯୋଗୁ ସିନା ସେ ଦାମିକା ମଇଁଷିଗୁଡ଼ାକୁ ମାରିଦେଲେ। ରାତିରେ ତାଙ୍କୁ ନିଦ ହେଉନଥାଏ। ଭାବିଲେ ଦଡ଼ାଘରେ ସେ ନିଆଁ ଲଗାଇ ଦେବେ। ସେଥିପାଇଁ ସେ ଖଟରୁ ଉଠି ଚୁପ୍ ଚାପ୍ ଘରୁ ବାହାରି ପଡ଼ିଲେ। ଦଡ଼ା ଘର ଚାଳରେ ନିଆଁ ଲଗାଇ ଘରକୁ ଫେରି ଆସିଲେ।